ମନରେ ଦ୍ୱିଧା ଆଣିବା ଅପରାଧ। ରାତ୍ରି ଅର୍ଦ୍ଧଯାମରେ ଏହି ପୂଜା କରାଯିବା କଥା ଡେରିତ ହୋଇଗଲାଣି—ଆଉ ଡେରିକଲେ ପୂଜା ସରିଲା ବେଳକୁ ରାତି ପାହି ସକାଳ ହୋଇଯାଇଥିବ। ରାତି ପାହିଗଲେ ପୂଜା ବାଧାପ୍ରାପ୍ତ ହେଲା ବୋଲି କୁହାଯାଏ। ଏଥିପାଇଁ ଶାସ୍ତ୍ରର ପ୍ରାୟଶ୍ଚିତର ବ୍ୟବସ୍ଥା ଅଛି। ତେଣୁ ଆଉ କୌଣସି ଦ୍ୱିଧା ମନରେ ନ ଆଣି ମୁଁ ମୁରୁଜରେ ଯେଉଁ ଚକ୍ର ଅଙ୍କନ କରୁଛି ସେହି ଚକ୍ରର ଶକ୍ତିଙ୍କ ସ୍ଥାନରେ ତୁମେ ଉଲଗ୍ନ ହୋଇ ବସିଯାଅ। ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ ବାରାହୀପୁତ୍ତ। ଓଃ ଅସହ୍ୟ–ନର କପାଳ ଧାରଣ କରିଥିବା ଯୋଗୁ ବୈଷ୍ଣବମାନେ ତାଙ୍କୁ କାପାଳିକ ନାମରେ ଅବିହିତ କରନ୍ତି। ଜ୍ଞାନର ଆଧାର ହେଉଛି ମଣିଷର କପୋଳଦେଶ। ଯେ ଜ୍ଞାନୀ ସେହି ଏକ ମାତ୍ର ଅଧିକାରୀ ନର କପାଳ ଧାରଣା କରିବା ନିମିତ୍ତ। ଏ ତତ୍ତ୍ୱ ବୈଷ୍ଣବମାନେ ଜାଣିବେ କୁଆଡ଼ୁ। ତେଣୁ ଲୋକ ସମାଜରେ ତାଙ୍କୁ କାପାଳିକ କହି ନିନ୍ଦା କରିଥାଆନ୍ତି। ଜ୍ଞାନୀ ଲୋକ କଣ ଏ ଭଣ୍ଡ ପୂଜକର ଏ ପୂଜା ଦେଖି ପାରିବ? ''କିଏ ରେ ତୁ ଭଣ୍ଡ ନିଜକୁ ଦେବୀଙ୍କ ପୂଜକ ବୋଲି ବିଜ୍ଞାପିତ କରି ନାରୀର ସତୀତ୍ୱ ଅପହରଣ କରୁଛୁ? '' ଗର୍ଜି ଉଠିଲେ ସାଧକ ବାରହୀପୁତ୍ତ। ତାଙ୍କ ଗର୍ଜନାରେ ସମଗ୍ର ଆକାଶ ଯେପରି ଛିଡ଼ି ପଡ଼ିଲା। ନିର୍ମଳ ଆକାଶ ବକ୍ଷରେ ଅସମୟରେ କଳା ମେଘମାନ ଉଠି ସମଗ୍ର ଆକାଶକୁ ଛାଇଦେଲେ। ସେହି କଳା ମେଘରେ ତଡ଼ିତ୍ର ସଂଚରଣ ହେଲା ଘଡ଼ଘଡ଼ି ନାଦରେ କମ୍ପି ଉଠିଲାମହିମଣ୍ଡଳ। ପୂଜକ ନିଜକୁ ରକ୍ଷାକରିବାକୁ ଧାଇଁ ପଳାଇଲାବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହେଲା। ଆଉ ବାରାହୀପୁତ୍ତ ସେ ନିଜକୁ ସମ୍ଭାଳି ନ ପାରି ନାଚୁଥିଲେ ତାଣ୍ଡବ ଭଙ୍ଗିରେ ଶବରୀପାଙ୍କ ବାମ୍ଫିରେ ଚତୁର୍ଦ୍ଦିଗରେ। ସ୍ୱାମୀ ସୋହାଗିନୀ ସେହି ନାରୀ ଆଭୂମି ପ୍ରଣତ ହୋଇ ଶୋଇ ରହିଥିଲା ସେହି ବାମ୍ଫି ନିକଟରେ। ସେ ନିଜକୁ ସମର୍ପୀ ଦେଇଛି ଦେବୀ ବାରାହୀଙ୍କ ପାଦ ତଳେ। ସେ ତାରି ପାରନ୍ତି ବା ମାରି ପାରନ୍ତି। ତେଣୁ ସେ ନିର୍ଭୟ। ରାତ୍ରର ଅନ୍ଧକାର ସରି ସରି ଆସିଲା। ସେହି ନିର୍ଭୟାନାରୀ ହଠାତ୍ ଆଖି ମେଲି ଦେଖିଲା ଦେବୀ ବାରାହୀ ଦକ୍ଷହସ୍ତରେ ରୋହି ମତ୍ସ୍ୟ ଏବଂ ବାମହସ୍ତ ସ୍ଥିତି ନରକରୋଟିରେ ମଦ୍ୟ ଧାରଣ କରି ସେଠାରେ ଉପସ୍ଥିତ ହୋଇଛନ୍ତି। ସମ୍ମିଳିତ ଭାବେ ଚଉରାଶି ସିଦ୍ଧ ସାଧକଙ୍କର ଚର୍ଯ୍ୟାଗୀତି ଗଗନ ପବନ ମୁଖରୀତ କରୁଛି ଏବଂ ସାଧକ ବାରାହୀପୁତ୍ତ ନାଚି ନାଚି ବରାହୀଙ୍କ ମଧ୍ୟରେ ମିଶି ଏକ ହୋଇ ଯାଇଛନ୍ତି। ଦୂରରୁ ଶୁଭୁଛି ତାର ସ୍ୱାମୀଙ୍କର କଣ୍ଠସ୍ୱର। ସେ ସ୍ୱର ନୁହେଁ ତାର ରୁଗ୍ଣ ସ୍ୱାମୀଙ୍କର, ତାହା ଯେପରି ରୋଗମୁକ୍ତ ସ୍ୱାମୀଙ୍କର। ବରାହୀପୁତ୍ତଙ୍କ ଆଶୀର୍ବାଦରେ ଶଯ୍ୟାଶାୟୀ ସ୍ୱାମୀ ତାର ରୋଗମୁକ୍ତ ହୋଇ ଯାଇଛନ୍ତି ଏବଂ ତାକୁ ନ ପାଇ ଛୁଟିଛନ୍ତି ତାକୁ ଖୋଜି ଖୋଜି, ତାହାରି ନାମ ଉଚ୍ଚ ସ୍ୱରରେ ଡାକି ଡାକି। ହଠାତ୍ ବାରାହୀଙ୍କ ମନ୍ଦିରଆଡ଼ୁ ଝଲକାଏ ନିଆଁ ଆସି ବିପୁଳ ଆଲୋକରେ ବାରାହୀମଣ୍ଡଳକୁ ଆଲୋକିତ କରିଦେଲା। ସେହି ଆଲୋକର ଅସମ୍ଭବ ଉଜ୍ୱଳତା ତାର ଆଖି ସହ୍ୟକରି ପାରିଲା ନାହିଁ। ସେ ଭୟରେ ଚକ୍ଷୁ ଦୁଇଟି ମୁଦି ଦେଲା। ମୁଦି ଦେବା ପୂର୍ବରୁ ସେ ଦେଖିଲା ସିଦ୍ଧସାଧ୍ୟକ ଶବରୀପା ମୟୂରାଙ୍ଗ ପୁଚ୍ଛ ପରିଧାନ କରି ଅଭୟ ମୁଦ୍ରା ହସ୍ତରେ ଯେପରି ସେଠି ଛିଡ଼ା ହୋଇ ସେହି ଦୋହାଁ ଗାଈଉଠୁଛନ୍ତି ବଳାତ୍ଡ଼ି ରାଗରେ– ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ ମୋରଙ୍ଗୀ ପୀଚ୍ଛ ପରାହିଣ